ଏ ଭୂଇଁ କ'ଣ ସତକୁ ସତ ଉଜୁଡ଼ି ଯିବ? ଏଠି ପଣ୍ଡିତମାନେ ଦେଉଥିବା ନାନା ହିସାବ ଅନୁସାରେ ଯଦି ଉଭା ଓ ପୋତା ବହୁ ପ୍ରାକୃତିକ ସମ୍ପଦ ଏବଂ ତଜନିତ ସମ୍ଭାବନାମାନ ମହଜୁଦ ରହିଛନ୍ତି, ତେବେ ଓଡ଼ିଶାକୁ ଏକ ବିଶେଷ ନିର୍ଭରଶୀଳ ରାଜ୍ୟ ବୋଲି ଘୋଷଣା କରାଯାଉ ବୋଲି ଆମେ କାହିଁକି ଭାରତ ସରକାରଙ୍କ ପାଖରେ କଲବଲ ହୋଇ ଦାବି କରିବାକୁ ଚିନ୍ତା କରୁଛୁ? ଆମ ରାଜ୍ୟର ଅଧେ ପିଲା କେଉଁ ଦୋଷରୁ ଅଥବା କାହା ଦୋଷରୁ ଇସ୍କୁଲକୁ ଯାଇ ପାରୁନାହାନ୍ତି? ଅଥଚ କୋଟି କୋଟି ଟଙ୍କା ଖରଚର ବରାଦ ହୋଇ ଆମ ରାଜଧାନୀରେ ଗୋଟାକ ପରେ ଗୋଟାଏ ସରକାରୀ ଛଇଗୁଡ଼ାକ ନିଜକୁ ଦେଖାଇ ହେବାରେ ଲାଗିଛନ୍ତି? ଆମ ଅମଲାମାନେ ନିଜକୁ ଏହି ରାଜ୍ୟର କଲ୍ୟାଣ ନିମନ୍ତେ ନିୟୋଜିତ ସେବକ ବା ଭୃତ୍ୟ ବୋଲି ନଭାବି ବାବୁ ବୋଲି ଭାବୁଛନ୍ତି? ଆମ ଶିକ୍ଷିତମାନେ କ'ଣ ପାଇଁ ଏହି ଭୂମିର ଭାଷାଟାକୁ ଘୃଣା କରୁଛନ୍ତି ଓ ସଂଖ୍ୟାଧିକ ସାଧାରଣଙ୍କଠାରୁ ଏକ ନିର୍ମମ ଦୂରତା ରକ୍ଷା କରିବାରେ ହିଁ ଅଧିକ ଆଗ୍ରହ ପ୍ରଦର୍ଶନ କରୁଛନ୍ତି? କୋଉଠାରେ ସବୁକିଛି ବିଧାନ ଓ ବ୍ୟବସ୍ଥା କାହିଁକି ଏପରି ବଙ୍କା ହୋଇଯାଉଛି ଯେ, ଜଗନ୍ନାଥଙ୍କଠାରୁ ସରକାରଙ୍କ ପର୍ଯ୍ୟନ୍ତ ଆମର ଏତେ ଏତେ ବାପମାଆ ରହିଥିଲେ ମଧ୍ୟ ଅତି ସାମାନ୍ୟ ଓ ସାନ କଥାରେ ମଧ୍ୟ ଏଠି ଅଧିକାଂଶ ମଣିଷଙ୍କୁ ଛେଉଣ୍ଡ ପରି ଲାଗୁଛି? ଏଠି ଯେଉଁମାନେ ଭଲ ଖାଉଛନ୍ତି, ଭଲ ପିନ୍ଧି ଧୋବ ଦେଖାଯାଉଛନ୍ତି ଏବଂ କ'ଣ ସବୁ ପାଠ ପଢ଼ିଛନ୍ତି ବୋଲି ଭଲ ରୋଜଗାର କରୁଛନ୍ତି, ସେମାନେ ସତେଅବା ଏହି ଭୂଇଁର ଅର୍ଥାତ୍ ଆମର କେହି ନୁହନ୍ତି ପରି ଆମକୁ କାହିଁକି ଏତେ ଠକିବାରେ ଓ ଶୋଷିବାରେ ଲାଗିଛନ୍ତି? ଏହି ନିର୍ବାଚନ ସମୟରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଆସିଥିବା ଜଣେ ସାହସିଆ ନେତା ଆମେ ସମସ୍ତେ ତାଙ୍କ ଦଳକୁ ଭୋଟ ଦେଲେ ଓଡ଼ିଶାର ନକ୍ସା ବଦଳିଯିବ ବୋଲି କେଡ଼େ ଆଣ୍ଟ କରି କହୁଥିଲେ। ସ୍ୱାଧୀନ ଭାରତବର୍ଷରେ ତ ଗୋଟାକ ପରେ ଗୋଟାଏ ନିର୍ବାଚନ ହୋଇ କେତେ ନିର୍ବାଚନ ହୋଇଗଲାଣି ଓ ତଥାପି ଅସଲ ନକ୍ସା ମୋଟେ ବଦଳି ପାରୁନାହିଁ। ଆମର ପ୍ରତିନିଧିମାନେ କ୍ଷମତାକୁ ଆସି ମଙ୍ଗରାଜ ପାଲଟି ଯାଇଛନ୍ତି ସିନା, କିନ୍ତୁ ପୁରୁଣା ନକ୍ସା ଗୁଡ଼ାକ ଆଗପରି ହିଁ ରହିଛି। ସମଗ୍ର ଭାରତବର୍ଷରେ ମଧ୍ୟ ଅସଲ ନକ୍ସାମାନେ ବଦଳିଲା ପରି ଆଦୌ ବଦଳି ନାହାନ୍ତି। ଯୋଉ ଦେଶରେ ମାତ୍ର ଥୋକାଏ ମଣିଷ ଅମଣିଷ ପାଲଟି ଅଧିକ ମନୁଷ୍ୟପକ୍ଷଟିକୁ ଗୋଡ଼ିମାଟି ହେୟଜ୍ଞାନରେ ଦେଖୁଛନ୍ତି, ସେଠି ନକ୍ସାମାନେ ବଦଳିଛନ୍ତି ଓ ବଦଳୁଛନ୍ତି ବୋଲି କିପରି କୁହାଯାଇ ପାରିବ? ଯେତେ ରାଜନୀତିକ ଦଳ ଆମର ମନ ଭୁଲାଇ ସେଇ ଆର ଦଳଟାକୁ ହଟାଇ ଆମକୁ ଗାଦୀରେ ଆଣି ବସାଅ ବୋଲି କହି ଭୋଟ ମାଗି ଆସୁଛନ୍ତି, ଗାଦୀକୁ ଆସି ସେମାନେ କେବଳ ନିଜକୁ ହିଁ ଦେଖୁଛନ୍ତି। ଆମ ଏତେ କୋଟି ମଣିଷଙ୍କ ଭାଗ୍ୟକୁ ସତେଅବା ମୋଟେ ଦେଖି ପାରୁନାହାନ୍ତି; ସାମନ୍ତଗିରିରେ ଅଧିକରୁ ଅଧିକ ପୃଥୁଳ ହେଉଛନ୍ତି ସିନା ମୋଟେ ଏହି ଦେଶର ଯୋଗ୍ୟ ହେଉନାହାନ୍ତି। ଧୋକା ଖାଇ ଖାଇ ମଣିଷମାନଙ୍କର ବିଶ୍ଵାସଗୁଡ଼ାକ ମଧ୍ୟ କ୍ରମେ ତୁଟି ଗଲାଣି। ଏହି ବିଶ୍ୱାସ ତୁଟିଯିବାଟା ଯେକୌଣସି ସମୂହ ନିମନ୍ତେ ଯେ ଅତ୍ୟନ୍ତ ଅନିଷ୍ଟକାରକ, ସେକଥା ସଂପୃକ୍ତ ଆମେ ସମସ୍ତେ କେବେ ବୁଝିବାକୁ ଆରମ୍ଭ କରିବା କେଜାଣି? ତେଣୁ ନିର୍ବାଚନ ଆସିବ, ନିର୍ବାଚନ ଯିବ, ତଥାପି ନକ୍ସା ବଦଳିବ ନାହିଁ। ଯିଏ ଆସିଲେ ମଧ୍ୟ ସିଏ ଗୁଡ଼ିଏ ଆହୁରି କେତେ ନୂଆ ବାଗରେ ଚଲାଖ ହେବ ଓ ଧୋକା ଦେବାର ଆଉ କିଛି ନୂଆ ବାଗ ଶିଖିବ ସିନା, ନିଜର ଖୋଇଟାକୁ ବଦଳାଇ ପାରିବ ନାହିଁ ।